'' ସୁମନ୍ତ ମ୍ଳାନ ମୁଖରେ ଉତ୍ତରଦେଲେ, ''ପୁରୁଷର ଦୃଷ୍ଟିକୋଣ ଭିନ୍ନ। ସେ ଯାହାକୁ ଥରେ ହୃଦୟ ଦାନ କରେ। ଯେତେ ଚେଷ୍ଟାକଲେ ମଧ୍ୟ ତାହା ସେ ଫେରାଇ ଆଣିପାରେ ନାହିଁ। ଏ କଥା କ'ଣ ତୁମେ ମାନିବାକୁ ପ୍ରସ୍ତୁତ ନୁହଁ? '' ଦେବବାଳା ସହଜରେ ବୁଝିବା ପ୍ରକୃତିର ସ୍ତ୍ରୀ ନୁହଁନ୍ତି। ସେ କହିଲେ, ''ସୁକାନ୍ତୀ ଯେଉଁ ଅପରାଧ କରିଛି ସେଥିପାଇଁ କ'ଣ ତା'ର କ୍ଷମା ନାହିଁ? '' ଦୋଷ ନ ଥାଇ ମଧ୍ୟ କ୍ଷମାର ପ୍ରଶ୍ନ? ଏହାର ସମାଧାନ ସୁମନ୍ତ ବା କରିବ କିପରି? ଭାଉଜ ବିଦାୟ ନେଲେ। ସୁମନ୍ତ ଭାବିବାକୁ ଲାଗିଲେ ତାଙ୍କର ଅପକର୍ମ ହିଁ ସୁକାନ୍ତୀ ପାଖରୁ ଦୂରରେରହିବାକୁ ତାଙ୍କୁ ବାଧ୍ୟ କରିବ। କେଉଁ ମୁହଁରେ ସେ ଆଜି ସୁକାନ୍ତୀ ପାଖକୁ ଯାଇ କହିବେ, ''ମୁଁ ଦୋଷୀ। ତୁମେ ତୁମର ନାରୀ ସୁଲଭତା ଗୁଣରେ ମୋତେ କ୍ଷମାକର ସୁକାନ୍ତୀ। ମୁଁ କେବେ ତୁମର ଚଲାବାଟରେ ଆଉ କଣ୍ଟାହୋଇ ଫୁଟିଉଠିବାକୁ ଅପଚେଷ୍ଟା କରିବି ନାହିଁ। ଯେଉଁ ଭାବପ୍ରବଣତାରେ ଭାସିଯାଇ ତୁମର ରୂପର ସ୍ତୁତିଗାନ କରି ନିଜକୁ ପ୍ରତିଷ୍ଠିତ କରିବାକୁ ବସିଥିଲି, ସେ ଭ୍ରମ ମୋର ଦୂର ହୋଇଯାଇଛି। ବର୍ତ୍ତମାନ ମୁଁ କେବଳ କ୍ଷମାର ପାତ୍ର। '' ତାଙ୍କର ମନର ମଣିଷ ବିଦ୍ରୋହୀ ହୋଇଉଠିଲା। ସେ ପଥର ପରି କଠିନ ହୋଇଉଠିଲେ। ସୁକାନ୍ତୀର ସ୍ମୃତିକୁ ସେ ମନ ମଧ୍ୟରୁ ବିଦାୟ କରିଦେବାକୁ ଦୃଢ଼ପ୍ରତିଜ୍ଞ। ସୁକାନ୍ତୀର ରକ୍ତମାଂସ ଦେହ ଉପରୁ ତାଙ୍କର ଲୋଭ କ୍ରମଶଃ କମିଆସିଲା। ସୁମନ୍ତ ବର୍ତ୍ତମାନ କଳାର ଛାତ୍ର। କଲେଜରୁ ଫେରିବାବେଳେ କେବେକେବେ ତାଙ୍କର ଆଶାୟୀ ଆଖି ଦୁଇଟି ଅଣାୟତ୍ତ ଅବସ୍ଥାରେ ସୁକାନ୍ତୀଙ୍କ କୋଠା ପାଖରେ ଅଟକି ଯାଇ ସୁକାନ୍ତୀକୁ ଖୋଜିବାର ଚେଷ୍ଟା ଯେ ନ କରିଛି ତାହା ନୁହେଁ, ତେବେ ସୁମନ୍ତର ଭୀଷ୍ମ ପ୍ରତିଜ୍ଞା ପାଖରେ ସେହି ଆଖି ଯୋଡ଼ାକ ହାରି ଯାଇଛନ୍ତି। ଯେଉଁ ଦିନ ସୁମନ୍ତ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପରୀକ୍ଷାରେ କୃତିତ୍ଵ ସହକାରେ ଉତ୍ତୀର୍ଣ୍ଣ ହେଲେ, ସେଦିନ ସେ ଶୁଣିଲେ ସୁକାନ୍ତୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଆସିଥିଲା। ଏ ଖବର ସେ ପାଇଥିଲେ ଭାଉଜ ଦେବବାଳାଙ୍କ ନିକଟରୁ। ସେ ବିବ୍ରତ ହୋଇପଡ଼ିଥିଲେ। ଭାବିଲେ ଘର ନ ଛାଡ଼ିବା ଯାଏ ତାଙ୍କର ଆଉ ରକ୍ଷାନାହିଁ। ସୁକାନ୍ତୀ ତାଙ୍କୁ ପଛରୁ ଯେପରି ଏଲସେସିଆନ୍ କୁକୁର ଭଳି ଗୋଡ଼ାଉଛି କେତେବେଳେ ହୁଏତ ତାହାର ବିଷଦାନ୍ତର ଦଂଶନରେ ତାଙ୍କର ପ୍ରାଣହାନୀ ହୋଇପାରେ। ପୁଣି ସେଥିରେ ଭାଉଜଙ୍କର ଦୁରଭିସନ୍ଧି! ମଣିଷର ଉପାୟ କ'ଣ? ସୁକାନ୍ତୀକୁ ଅକ୍ଳେଶରେ ଏଡ଼ିଦିଆଯାଇପାରେ; ମାତ୍ର ଭାଉଜଙ୍କର କରୁଣ ନିବେଦନକୁ ସେ କ'ଣ ପାଦରେ ଦଳିଦେଇ ପାରିବେ? ଦୁନିଆରେ ସ୍ନେହ ଅପେକ୍ଷା ଅନ୍ନ ହେଉଛି ବଡ଼ ଜିନିଷ ନୁହେଁ କି? ଯାହାର ଅନ୍ନରେ ପ୍ରତିପାଳିତ ହୋଇ ସେ ଆଜି ଦୁନିଆରେ ପ୍ରତିଷ୍ଠିତ ହେବାକୁ ଯାଉଛନ୍ତି ତାଙ୍କର ଇଚ୍ଛା ବିରୁଦ୍ଧରେ ଯିବାର ଅର୍ଥ ଅନ୍ନଦାତ୍ରୀଙ୍କପ୍ରତି ଚରମ ବିଶ୍ୱାସଘାତକତା ନୁହେଁ କି? ସେ କୌଣସିମତେ ଭାଉଜଙ୍କ ବିରୁଦ୍ଧାଚରଣ କରିପାରିବେ ନାହିଁ। ସେ ସୁକାନ୍ତୀକୁ ନିଶ୍ଚୟ କ୍ଷମା କରିବେ ଓ ନିଜକୁ ତା'ର କାମନାର ଯଜ୍ଞପୀଠରେ ସମିଧ କରି ଦଗ୍ଧ କରିବେ। ଏହା ହେଲା ସୁମନ୍ତର ସେଦିନର ସିଦ୍ଧାନ୍ତ। ଏକ ଦିଗରେ ଭାଉଜଙ୍କର କରୁଣ ନିବେଦନ ଓ ଅନ୍ୟ ଦିଗରେ ନିଜର ଆତ୍ମସମ୍ମାନ। କାହାକୁ ଉଚ୍ଚଆସନ ଦେବ ସୁମନ୍ତ? ବିବେକ ପୁରୁଷର ଏ ଅମାନୁଷିକ ପ୍ରଶ୍ନର ଜବାବ୍ ସୁମନ୍ତଙ୍କୁ ହିଁ ଦେବାକୁ ପଡ଼ିଲା। ସେ ହେଲେ ଦେଶତ୍ୟାଗୀ। ସୁକାନ୍ତୀ ସେହିଦିନଠାରୁ ତାଙ୍କ ପାଖରେ ନିହାତି ଅଜଣା, ଅଶୁଣା ହୋଇ ରହିଗଲା। ସୁମନ୍ତର ସହଜସୁଲଭ ବ୍ୟବହାରରେ କାରଖାନାର ଶ୍ରମିକଠାରୁ ମାଲିକ ପର୍ଯ୍ୟନ୍ତ ସମସ୍ତେ ମୁଗ୍ଧ। ଜଣେ ଉଚ୍ଚ ବେତନଭୋଗୀ କର୍ମଚାରୀ ଯେ ଏତେ ଭଦ୍ର ଓ କ୍ଷମାଶୀଳ ହୋଇପାରେ ଏହା ସମସ୍ତଙ୍କର ପ୍ରଧାନ ଆଲୋଚ୍ୟ ବିଷୟ ହୋଇଉଠିଲା। ସମସ୍ତେ ଚାହିଁଲେ ସୁମନ୍ତର ସାନିଧ୍ୟ। କାରଖାନାର କର୍ତ୍ତୃପକ୍ଷଙ୍କ ଶୁଭଦୃଷ୍ଟି ମଧ୍ୟ ତାଙ୍କ ଉପରେ ପଡ଼ିଲା। ଭାଉଜଙ୍କର ମୋହିନୀ ମୂର୍ତ୍ତି ସୁମନ୍ତଙ୍କ ମନ ମଧ୍ୟରେ କୌଣସି ରେଖାପାତ ଯେ ନ କରିଛି ତାହା ନୁହେଁ, ସେ ସବୁବେଳେ ନିଜର ଅପରାଧ ପାଇଁ ସେହି ଅଦୃଶ୍ୟ ହାତର ଆଶୀର୍ବାଦ ଲୋଡ଼ିଛନ୍ତି। ଅଶ୍ରୁସିକ୍ତ ମୁଖରେ ସ୍ୱକୃତ ପାପର ପ୍ରାୟଶ୍ଚିତ୍ତ ପାଇଁ ସେ କ୍ଷମା ମଧ୍ୟ ଚାହିଁଛନ୍ତି। ଦୀର୍ଘ ପାଞ୍ଚବର୍ଷ ପରେ ସେ ଭାଉଜଙ୍କ ପାଖକୁ ଚିଠି ଲେଖି ନିଜର ଅପରାଧ ପାଇଁ କ୍ଷମା ଚାହିଁଲେ। ଭାଉଜ କ୍ଷମାଦେବା ପରିବର୍ତ୍ତେ ସେ ଅଭିମାନ କରି ଲେଖିଲେ, 'ସେ ଦେଶତ୍ୟାଗୀ ହେଲା ଦିନଠାରୁ ଭାଉଜ ମରିଯାଇଛି ଓ ତା'ର ପ୍ରେତ ଛାୟାଟା କେବଳ ରହିଯାଇଛି ଦେଶତ୍ୟାଗୀ ସୁମନ୍ତଙ୍କୁ ସଂସାରୀ କରିବା ପାଇଁ।